ମାଡ଼ ଖାଇବୁ, ମାଡ଼ ଖାଇ ଖାଇ ଆମେ ଜିତିବୁ। –ଏଇ କଥା ତ ମାଧୋଲାଲ ଆମକୁ କହୁଥିଲା। ବିଚିତ୍ର ଏଇ ସଂଗ୍ରାମ। ବର୍ଚ୍ଛା ନାହିଁ, ଧନୁଶର ନାହିଁ। ନିରୀହ ଛାତିଟାକୁ ସାହେବମାନଙ୍କ ହତିଆର ଆଗରେ ଅସହାୟ ଭାବେ ଦେଖେଇ ରହିବାକୁ ପଡ଼ିବ। ବଣୁଆ ମନ କିନ୍ତୁ ବୁଝେନା ଏସବୁ ଲଢ଼େଇ କଥା। ବିନା ରକ୍ତପାତରେ କ'ଣ ପାହାଡ଼ୀ ଚେତନା ପ୍ରେରଣା ପାଇପାରେ? ତଥାପି ଗାଇଲିଦିଓ ଯେ କହୁଚି। ପ୍ରତିବାଦ ଜଣାଇବାକୁ ସାହସ ନାହିଁ ସେଙ୍ଗାଇର। ମାଧୋଲାଲଠୁ ଗାଇଦିଲିଓର କଥା ଶୁଣି ବଡ଼ ଅବିଶ୍ୱାସ ହେଉଥିଲା ତାର! କିନ୍ତୁ ଗାଇଲିଦିଓ ଯେ ସେଇ କଥା କହୁଚି। ଅବିଶ୍ୱାସ କିମିତି କରିବି ସେଙ୍ଗାଇ। –ଆଚ୍ଛା, ତୁମେସବୁ ଆସିବ ତ ସେଙ୍ଗାଇ। ସାରୁୟାମାରୁ କୁଣ୍ଠିତ ଗଳାରେ କହିଲା-ସର୍ଦ୍ଦାରୁ ଥରେ ପଚାରିଦେବୁ ବଞ୍ଚେଇଲା। କହିଲା ସେଙ୍ଗାଇ। –ନା, ନା; ଏହି ଆମକୁ ବଞ୍ଚେଇଚି। ଇୟେ ସାହା କହିବ ତା କରିବୁ। ମରିବାକୁ କହିଲେ ମଧ୍ୟ ମରିବୁ। ସ୍ନିଗ୍ଧ ମମତାରେ ମୁହଁ ଉଜ୍ଜ୍ୱଳ ହୋଉଠିଥିଲା ଗାଇଦିଲିଓଙ୍କର। ଏଇ ଦେଖ ଏତେ କଥା କହିଲି, କିନ୍ତୁ ପଚାରିନି ତ ତୁମେ କେଉଁ ବସ୍ତିର ଲୋକ। –କେଲୁରୀ ବସ୍ତିର। –ଦରକାର ହେଲେ ତୁମମାନଙ୍କ ବସ୍ତିକୁ ଯିବି। ରହିବାକୁ ଦେବ ତ। –''ହୁଁ ହୁଁ''। ପ୍ରଚଣ୍ଡ ଉଲ୍ଲାସରେ ଚେଇଁଉଠି କହିଲା ସେଙ୍ଗାଇ। ଗଲେ ତୋ ପାଇଁ ନୂଆ ଘର ବନେଇବୁ। –ନା, ନା, ଯିବି ବୋଲି ବେଶି ପ୍ରଚାର କରିବେନି। –ହୁଁ, ହୁଁ, ସବୁ ଯେତେବେଳେ କୁହୁଚୁ ବାହାର ଆକାଶଶରେ ଧୂପଛାୟା ଲିଭି ଲିଭି ଯାଇଚି। ଟୁଘୁଟୁ ଘୋଟାଙ୍ଗ ପତ୍ର ଛାଇ ଭଳି ନୁଇଁଆସୁଚି ଅନ୍ଧକାର। ଭୟାଳୁ ସନ୍ଧ୍ୟା ଭୟଙ୍କର ପାହାଡ଼ୀ ରାତ୍ରୀ। ଚାରିଆଡ଼େ ଗହନ ବନ। ପ୍ରେତକଣ୍ଠର ଚିତ୍କାର କରିଚାଲିଛନ୍ତି କାମୁ ପକ୍ଷୀର ଦଳ। ଶୁଖିଲା ପତର ଉପର ଦେଇ ସର୍ ସର୍ କରି ଚାଲିଚି ପାହାଡ଼ୀ ଅଜଗର। ଖାଟସାଙ୍ଗ ଗ ଛର ଡ଼ାଳେ ଡ଼ାଳେ ବାନରର ହୁଙ୍କାର। ପକ୍ଷୀ, ପତଙ୍ଗ, ସରୀସୃପ ସମସ୍ତେ ନୀଡ଼ମୁଖୀ। ବିଶୃଙ୍ଖଳ ପାହାଡ଼ୀ ଅରଣ୍ୟସଂସାରେ ମଧ୍ୟ ସମସ୍ତେ ନିୟମର ରେଖାରେ ବନ୍ଦୀ। ସେ ନିୟମ ଗୁହା ଆଉ ନୀଡ଼, ଗଛର କୋରତ, ଶାଖାର ନିୟମ। ଆକାଶର ଉତ୍ତାପକୁ ଫେରିଯିବାର ଏକ ଚିରନ୍ତନ ନିୟମ। ନାଗା ପାହାଡ଼ର ଅନ୍ଧକାର ଅତଳକୁ ନଇଁଆସୁଚି। ସାମନାରେ ମାଓଗାମୀ ପଥର ସରୀସୃପ ରେଖା। ଚାରିପାଖେ ଆଦିମ ବିଭୀଷିକା। ତା'ରି ମଝିରେ ଟୁଘୁଟୁ ଘୋଟାଙ୍ଗ ପତ୍ର ଛାୟା-। ତଳେ ଛୋଟ ଗୋଟିଏ ଘର। ତା'ରି ଭିତରେ ପେନ୍ୟୁ କାଠର ମଶାଲିର ଏକ କ୍ଷୀଶ ଆଲୋକ-। ଆଲୋକ ନୁହେଁ, ଇଏ ଯେମିତି ନାଗା ପାହାଡ଼ର ହୃତ୍ପିଣ୍ଡ। ସମସ୍ତ ଅନ୍ଧକାରରୁ ସେ ଆଲୋକକୁ ପ୍ରହରା ଦେଇ ରଖିଚି ଗୋଟିଏ ପ୍ରାଣ। ଏଇ ପ୍ରାଣର ନାମ ଗାଇଦିଲିଓ। ଏଇ ମଶାଲର ଶିଖାଟିକୁ ନାଗା ପାହାଡ଼ର ଉପତ୍ୟକା ମାଳଭୂମିରେ ଦାବାନଳ। ଭଳି ପ୍ରସାରିତ କରିବାକୁ ପଡ଼ିବ। ଏହି ପର୍ଣ୍ଣକୁଟୀର ଭିତରେ ତା'ର ଏଇ ନିଭୃତି ଦୀକ୍ଷା। ଦୁଆର ଉପରେ ଯେମିତି କିଏ ଆଘାତ କଲା। ମଞ୍ଚାଉପରେ ଚମକି ଉଠିଲେ ଗାଇଦିଲିଓ। ତୀକ୍ଷଣ ସ୍ୱରରେ ପଚାରିଲେ, କିଏ? ମୁଁ ଲୁକୋକ୍ୟୁଙ୍ଗବା। ଶୀଘ୍ର ଦୁଆର ଖୋଲା। ସଙ୍ଗେ ସଙ୍ଗେ ଓହ୍ଲାଇ ଆସିଲେ ଗାଇଦିଲିଓ ମଞ୍ଚା ଉପରୁ। ଧଇଁ ସଇଁ ଅବସ୍ଥାରେ କରିଚାଲିଚି ଲୁକ୍ୟୋବଙ୍ଗବା। ସର୍ବନାଶ ହୋଇଚି। ପୁଣି ସଜାଈିପାରିଚନ୍ତି ଏଇଠି ଅଛି ବୋଲି। ଗାଇଦିଲିଓ ମଚକିତ ଦୃଷ୍ଟିରେ ଚାହିଁଲା ଲଚକୋକ୍ୟୁଙ୍ଗବା ଉପରକୁ। ମୁହଁ ଗୋଟାକ ଲାଲ ହୋଇଉଠିବ ତାର। ଦେହ ସାରା କ୍ଷତ ରକ୍ତର ଧାର। ଆର୍ତ୍ତନାଦ କରିଉଠିଲା ଗାଇଦିଲିଓ। ଏ କ'ଣ, କ'ଣ ହେଇଚି? ଏକାବାରେ ଗୁଳିକରି ପକେଇଚି। କିଏ ସେ ପାଷାଣ? ଲୁକୋକ୍ୟୁଙ୍ଗବା ହସିଲା। ଦୁଇ ପାଖର ଦାନ୍ତଗୁଡ଼ାକ ପେନ୍ୟୁ କାଠର ସ୍ନଗ୍ଧ ଆଲୋକରେ ଜକ ଜକ ହୋଇ ଉଠୁଥାଏ। କୋହିମା ଥାନାର ସାମନାରେ ଆଜି ଜାତୀୟ ଉତ୍ତୋଳନ ହେଉଥିଲା। ବାଓନଟ ଚଳାଇଲା ପୋଲିସ। ତାର ଏହି ଚିହ୍ନ। ଥାଉ ସେ କଥା। ଏଇକ୍ଷଣି ଏ ଘର ଛାଡ଼ି ତତେ ଯିବାକୁ ପଡ଼ିବ। ଅଙ୍ଗାମିମାନଙ୍କ ବସ୍ତିରେ ଲୁଚିରହିବାକୁ ବ୍ୟବସ୍ଥା ହୋଇଚି। –କିନ୍ତୁ ତୁମେ ମୁଣ୍ଡ ଉପରେ ଏତେବଧ ଆଘାତ! ଟିକିଏ ଇତସ୍ତତଃ ହେଲା ପରି ବୋଧହେଲା ଗାଇଦିଲିଓ। –ଅଙ୍ଗାମିମାନଙ୍କ ବସ୍ତିକୁ ଯାଇ ସବୁ ବ୍ୟବସ୍ଥା କରିବାକୁ ପଡ଼ିବ। ଥାନା ଆଗରେ ବହୁ ଲୋକ ଆରେଷ୍ଟ ହୋଇଛନ୍ତି।